ଏଟ୍ଟି କାନ୍ଦିଉଠି ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ କହିଲା, ''ତୁମେ କି କାଣ୍ଡ ନ କଲ! ମୋର ଗୋଟାଏ କଥା ଶୁଣ, ତୁମେ ବର୍ତ୍ତମାନ ମ୍ୟାକ୍ଜିଣ୍ଟି ପାଖକୁ ଚାଲିଯାଅ। ମୁଁ ଠିକ୍ ରୂପେ ଜାଣେ, ସେ ଏଠାରୁ ସଙ୍ଗେସଙ୍ଗେ ମ୍ୟାକ୍ଜିଣ୍ଟି ପାଖକୁ ହିଁ ଯିବ। ସେ ଯାଇ ସେଠାରେ ପହଞ୍ଚିବା ଆଗରୁ ତୁମେ ସେଠାକୁ ଯାଅ। ଉଠ, ମୋ କଥା ଦୟାକର ଶୁଣ। ତୁମେ ତ ପୁଣି ଜଣେ ସ୍ୱାଧୀନମାନବ କ୍ଳବର ସଭ୍ୟ। ଏକଥା ଜାଣିଲେ ମ୍ୟାକ୍ଜିଣ୍ଟି ତୁମ ଦୁହିଁଙ୍କର ମିଳାମିଶା କରିଦେଇପାରେ, ଯାଅ। '' ଏଟ୍ଟିର ଏହି କାତର ଆବେଦନ ଶୁଣି ମ୍ୟାକ୍ମାର୍ଡ଼ୋ ବିଚଳିତ ହୋଇ ଉଠିଲେ। ତଳକୁ ମୁହଁ ପୋତି ମୁହୂର୍ତ୍ତେ ସମୟ ସେ କଅଣ ଭାବିନେଲେ। ତା ପରେ ମୁହଁ ଟେକି କହିଲେ, ''ବେଶ୍, ତୁମ କଥା ହିଁ ରଖିବି। ମ୍ୟାକ୍ଜିଣ୍ଟିଙ୍କ ସହିତ ଦେଖା କରିବାକୁ ମୁଁ ଯାଉଚି।। ତେବେ ମୋ କଥା ମନେରଖ। ଏତେଦୂର ଭୀତତ୍ରସ୍ତ ହେବାର କିଛି କାରଣ ମୁଁ ଦେଖୁ ନାହିଁ। '' ସିଂହର ମୁମ୍ଫାରେ ମ୍ୟାକ୍ମାର୍ଡ଼ୋ ମ୍ୟାକ୍ଜିଣ୍ଟି ହୋଟେଲକୁ ସିଧାସଳଖ ଚାଲିଗଲେ। ବାହାରୁ କବାଟ ଠେଲି ଭିତରେ ପଶି ଦେଖିଲେ, ହୋଟେଲରେ ଭିଡ଼ ବହୁତ ବେଶୀ। ସନ୍ଧ୍ୟା ସମୟଟା ନା। ଭିଡ଼ ଠେଲି ଟିକିଏ ଅନ୍ଦର ମହଲକୁ ସେ ଚାଲିଗଲେ। ସେଠାରେ ଗୋଟିଏ ଘର ଘରଭିତରେ ଦେଖିଲେ, ଲମ୍ବା ଟେବୁଲ ପଡ଼ିଅଛି। ସେହି ଟେବୁଲ ଉପରେ ଭରାଦେଇ ଜଣେ ବିରାଟକାୟ ପୁରୁଷ ଠିଆ ହୋଇଅଛି। ତା ଚାରିପାଖରେ ଦଳେ ଲୋକ ଜମିଅଛନ୍ତି ଓ ହାତ, ମୁହଁ ହଲାଇ ଯୁକ୍ତିତର୍କରେ ମଜ୍ଜି ଯାଇଅଛନ୍ତି। ଚେହେରା ଓ ଭାବଭଙ୍ଗୀ ଦେଖିଲାକ୍ଷଣି ମ୍ୟାକ୍ମାର୍ଡ଼ୋ ଠଉରାଇନେଲେ ଯେ, ଏହି ବିରାଟକାୟ ବ୍ୟକ୍ତି ଆଉ କେହି ନୁହେଁ, ସେହି ପ୍ରସିଦ୍ଧ ମ୍ୟାକ୍ଜିଣ୍ଟି–ହୋଟେଲର ମାଲିକ, 'ଯମଦୂତ ଦଳ'ର ସର୍ଦ୍ଦାର। ଏହାଙ୍କ କଥା ହିଁ ଏ ସହରର ଲୁଚା ଛପାରେ ସମସ୍ତଙ୍କ ମୁହଁରେ ଶୁଣାଯାଉଅଛି। ଭିଡ଼ ଠେଲି ମ୍ୟାକ୍ମାର୍ଡ଼ୋ ଯାଇ ଏକାବେଳକେ ତାଙ୍କ ପାଖରେ ହାଜର। ଠିକ୍ ଏଇଭଳି ଭାବରେ ବୋଧହୁଏ ଆଗରୁ ଆଉ କେହି ଯାଇ ସର୍ଦ୍ଦାର ପାଖରେ ଠିଆହେବାକୁ ସାହସ କରି ନ ଥିଲେ। ଯେଉଁମାନେ ଚାରିପାଖରେ ଘେରି ରହି କଥାବାର୍ତ୍ତାରେ ରତ ଥିଲେ; ସେମାନେ ଏହି ଉଦ୍ଧତ ଆଗନ୍ତୁକକୁ ଦେଖି ସ୍ତବ୍ଧ ହୋଇଗଲେ; ତାରି ଆଡ଼କୁ ସମସ୍ତେ ବକ୍ରଦୃଷ୍ଟିରେ ଚାହିଁରହିଲେ। ସେ ଚାହାଣୀର ଅର୍ଥ–କେଉଁଠାରୁ ଏ ଅଭଦ୍ର ଉଦ୍ଧତ ଲୋକଟା ଆସିଲା? ଏହାର ସାହସ ତ କମ୍ ନୁହେଁ! ମ୍ୟାକ୍ଜିଣ୍ଟି ଆଗନ୍ତୁକ ଆଡ଼କୁ ଚାହିଁ ମୁରବିପଣିଆ ଦେଖାଇ ପଚାରିଲା, ''ତୁମକୁ ତ ଏହା ଆଗରୁ କେବେ ଦେଖିଥିଲା ପରି ମନେ ହେଉ ନାହିଁ। ତୁମେ କିଏ ସେ? '' ଆଗନ୍ତୁକ ଜବାବ ଦେଲେ, ''ମୁଁ ଏଠାକୁ ନୂଆ ଆସିଅଛି। ଆପଣ ବୋଧହୁଏ ମିଷ୍ଟର ମ୍ୟାକ୍ଜିଣ୍ଟି। '' ମ୍ୟାକ୍ଜିଣ୍ଟି ଏହି କଥାପଦକରେ କ୍ରୋଧାନ୍ମତ୍ତ ହୋଇଉଠିଲା। ସେ ରୁକ୍ଷସ୍ୱରରେ କହିଲା, ''ତୁମେ କଅଣ ଜାଣ ନାହିଁ ଏଠାରେ କାହାକୁ କିପରି ସମ୍ବୋଧନ କରିବାକୁ ହୁଏ! '' ପଛପଟରୁ ସେହି ଭିଡ଼ ଭିତରେ ଜଣେ ଧମକ ଦେଇ କହିଉଠିଲା, ''କହ, ମହାମାନ୍ୟବର କାଉନ୍ସିଲର ମ୍ୟାକ୍ଜିଣ୍ଟି। '' ମ୍ୟାକ୍ମାର୍ଡ଼ୋ ନିଜର ଦୋଷ ସଂଶୋଧନ କରିନେଇ କହିଲେ, ''ମୋତେ କ୍ଷମା କରିବେ-। ମୁଁ ଏଠାରେ ରୀତିନୀତି, କଥାବାର୍ତ୍ତାର ଭଙ୍ଗୀ ଆଦୌ ଜାଣି ନାହିଁ। ଆପଣଙ୍କ ସହିତ ସାକ୍ଷାତ କରିବା ଲାଗି ଉପରୁ ନିର୍ଦ୍ଦେଶ ପାଇ ମୁଁ ଏଠାକୁ ଆସିଛି। '' ''ବେଶ୍ ଭଲ କଥା, ମୋତେ ଦେଖିଲ ତ। ଏବେ କହିଲ ଦେଖି ମୁଁ